"ସେ ମୋର ମାନ ଇଜ୍ଜତ ମାଟିରେ ମିଶେଇ ଦେଇଛି। ତାକୁ ମାରିବି ନାହିଁ ତ କଣ ଫୁଲ ଚନ୍ଦନ ଦେଇ ପୂଜିବି?" "ବାପା!" "କହ। ସକଉଛୁ କାହିଁକି?" "ବାହାଦୁରକୁ ଛାଡ଼ିଦେ ବାପା। ତା ଦିହ ଖରାପ।" ସୁବଳ କିନ୍ତୁ କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନଥିଲା। ସେ ବାଁ ହାତରେ ନାଥୁକୁ ଆଉ ଥରେ ଠେଲିଦେଇ ଆଗେଇ ଯାଉଥିଲା। ନାଥୁର ନାକପୁଡ଼ା ଫୁଲି ଉଠିଲା। ସେ ପଛରୁ ଡାକିଲା, ଖୁବ୍ ବଡ଼ ପାଟିରେ, "ବାପା!" "କଣ?" "ବାହାଦୁରର ଦୋଷ କଣ ବାପା?" "ସେ ହାରିଛି। ସେଇଟା ତାର ଦୋଷ।" "ମୁଁ ହାରିଗଲେ କଣ ତୁ ମୋତେ ମାରିଦେବୁ?" ନାଥୁ ପଚାରିଲା। "ହଁ, ହଁ, ହଁ।" "ଆଉ ତୁ ନିଜେ ହାରିଗଲେ?" "କେତେ ଛୋପରେଇ ହୋ ହେଉଛି କିବେ, ଆଁ!" ସୁବଳର ବାପ ଗୋଟାଏ, କଥା ଗୋଟାଏ। "ମୁଁ ନିଜେ ହାରିଗଲେ ବି ଏଇ ଛୁରୀରେ ନିଜର ବେକ ଦିଗଡ଼ କରିଦେବି। ଜାଣିଛୁ, ଆଁ!" "ତାହାହେଲେ ଆଗେ ମୋ ମାଆକୁ ଆଣି ମୋତେ ଦେ। ତୋତେ ହରେଇ ଯିଏ ମୋ ମାଆକୁ ନେଇଯାଇଛି ତା ମୁଣ୍ଡ ଆଣି ଦେ ମୋତେ" ସୁବଳ ହାତରୁ ଧାରୁଆ ଛୁରୀଟା ଝଣ୍ କରି ତଳେ ଖସିପଡ଼ିଲା। ନାଥୁକୁ କିଏ କହିଛି ତାର ଦୁର୍ବଳତାର ଏ ଗୋପନ କଥା? କିଏ ତାରି ଘର ଭିତରେ ତା ବିରୋଧରେ ଏମିତି ଗୋଟେ ଜଘନ୍ୟ ଷଡ୍ଯନ୍ତ୍ର କରିଛି? ତାର ଶତ୍ରୁ ନା ପଡ଼ୋଶୀ? ସୁବଳ ନିରସ୍ତ ହୋଇପଡ଼ିଥିଲା। ତାର ରକ୍ତ, ମାଂସ, ଅସ୍ଥି ଓ ମଜ୍ଜାକୁ ଯେମିତି କୋଉ ଡାଆଣୀ ଏକା ଶୋଷରେ ଶୋଷି ନେଇଥିଲା। ସେ ମନେ ମନେ ଗୁଣୁଗୁଣେଇଲା, 'ସମସ୍ତେ ବେଇମାନ୍। ସମସ୍ତେ। ଗୋଟି ଗୋଟି କରି ସମସ୍ତଙ୍କୁ ହାଣିଦେବ। କାଲିକାର ଦୁଧଖିଆ ଛୁଆଟା ମୋ ମୁହଁରେ ଜବାବ ଦେଉଛି!' ସୁବଳ ଘର ଭିତରୁ ବାରନ୍ଦାକୁ ଝଡ଼ ପରି ବାହାରି ଯାଉଥିଲା। ନାଥୁ ଡେଇଁପଡ଼ି ବାପର କାନ୍ଧରେ ଓହଳିପଡ଼ିଲା ମାଙ୍କଡ଼ ଛୁଆ ପରି। ନାଥୁର ମୁହଁଟା ସୁବଳର ପିଠିରେ ଚାପି ହୋଇ ରହିଥିଲା। ଭୟ ଓ ଆଶଙ୍କାରେ ପୁଅର ମୁହଁ ଥମଥମ ଦିଶୁଥିଲା। ସୁବଳ ଘରୁ ବାହାରି ଆସି ବାରନ୍ଦାରେ ଛିଡ଼ା ହୋଇଗଲା। ତା ପଛରେ ନାଥୁ ଓ ବାହାଦୁର୍। ବେଳେବେଳେ ବାହାଦୁର୍ର ମୁହଁ ନାଥୁ ପରି ଓ ନାଥୁର ମୁହଁ ବାହାଦୁର୍ ପରି ତାକୁ ଦିଶୁଥିଲା। ସେ ଗୋଟେ ଭୀଷଣ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲା। ସେ କାହାକୁ ମାରିବ? ବାହାଦୁର୍କୁ? ନାଥୁକୁ? ନା ନିଜକୁ? ଉପେକ୍ଷିତ ରାଜପୁତ୍ର ସମୟ ବଦଳିବା ସଙ୍ଗେ ସଙ୍ଗେ ମଣିଷ ବଦଳିଯାଏ ବୋଲି ଶୁଣିଥିବା ଭରତ ଗଛପତ୍ରମାନଙ୍କର ପରିବର୍ତ୍ତନ ଦେଖି ଆଶ୍ଚର୍ଯ୍ୟ ହେଉଥିଲା। ପରିଚିତ ଆମ୍ବ ଗଛଟି ଯେ ଭାରତର ଅନୁମାନ ଓ ଗଛ ସମ୍ବନ୍ଧୀୟ ଜ୍ଞାନକୁ ପଛରେ ପକେଇ ଅନେକ ବଢ଼ିଯାଇଥିଲା ସେତିକି ନୁହେଁ, ଗଛଟାର ପାରିପାର୍ଶ୍ୱିକ ଦୃଶ୍ୟ ମଧ୍ୟ ସଂପୂର୍ଣ୍ଣ ବଦଳି ଯାଇଥିଲା। ଗଛଟା ସହ ତାର ସେତିକି ନିବିଡ଼ ପରିଚୟ ନଥିଲେ ସେ ହୁଏତ ଅଚିହ୍ନା ଜାଗାରେ ପହଞ୍ଚିଯାଇଛି ବୋଲି ଭାବିବସିଥାନ୍ତା। 'ହେ ମୋର ପ୍ରିୟ ଆମ୍ବଗଛ' ବା ସେହିଭଳି ଅର୍ଥଦ୍ୟୋତକ କିଛି ଶବ୍ଦ ତା ପାଟିରୁ ବାହାରିଗଲା। ସେ ଗଛଟିର ଚାରିପଟେ ଦି ତିନିଥର ଘୂରି ଆସିଲା, ଗଛର ଗଣ୍ଡିକୁ ତାର ଦୁଇ ହାତରେ କୁଣ୍ଢେଇ ଧରିବାକୁ ଚେଷ୍ଟା କଲା, ମାତ୍ର ତାର କୁଣ୍ଢ ପାଇଲା ନାହିଁ। ଗୁଣ୍ଡୁଚିମୂଷାଟିଏ ଗଛ ଡାଳରେ ଜରୁରୀ କାମରେ ବ୍ୟସ୍ତ ଥିଲା ପରି ଏପଟ ସେପଟ ହେଉଥିଲା। ଭରତ ଆମ୍ବଗଛର ଚାରିଦିଗକୁ ଚାହିଁଲା। କେତେ ବଦଳିଯାଇଛି ଏ ଅଞ୍ଚଳ ସେ ମନକୁ ମନ କହିଲା। ସତର-ଅଠର ବର୍ଷ ଭିତରେ ଯଦି ପୃଥିବୀ ଏତେ ବଦଳିଯିବ ତାହାହେଲେ ମଣିଷ ବା ଆଉ କେତେ କଣ ମନେ ରଖିପାରିବ? ଆମ୍ବଗଛଟାକୁ ମଝିରେ ରଖି ଯୋଡ଼ିକଯାକ ରାସ୍ତା ସେଇଠୁ ଚାରିଟା ରାସ୍ତା ପାଲଟି ଯାଇଛନ୍ତି। ଗୋଟାଏ ରାସ୍ତା ଶିଳ୍ପାଞ୍ଚଳ ଆଡ଼କୁ ଓ ଆର ରାସ୍ତାଟି ସହରମୁହାଁ ଦଉଡ଼ି ଯାଇଛି। ଶିଳ୍ପାଞ୍ଚଳ କୋଉ ଗୋଟେ କାରଖାନାର ଉଚ୍ଚା ଚିମିନୀରୁ ଅବିରତ ଧୂଆଁ ବାହାରୁଥିଲା। ସେହି ଧୂଆଁ ଆଡ଼େ ଭରତ କିଛି ସମୟ ଚାହିଁ ରହିଲା। ଧୂଆଁ କ୍ରମେ ବଉଦଖଣ୍ଡ ପରି ଦିଶି ତାପରେ ଧୀରେ ଧୀରେ ଆକାଶରେ ମିଳେଇ ଯାଉଥିଲା। ଭରତ ଭିତରେ ଭିତରେ ଦୁଃଖୀ ହୋଇପଡ଼ୁଥିଲା।